ଉଇଲ୍ ମିର୍ଚା ଧରି ଆଜି ପଖାଳ କଂସାଏ ସହଜରେ ଖାଇ ହେଇଥାନ୍ତା, ମାତ୍ର ଅଖାଡ଼ୁଆ ଭଁଅରା ଲାଗି ଆଜି ପାରକୁ ଗରମରେ ଧ ଧନ୍ଦି ହେଇ ତର୍କାରି ରାନ୍ଧିବାକୁ ପଡ଼ୁଚି। ସେ ପାଖରୁ ଭଦ୍ରାର ଚିତ୍କାର ଶୁଣି କିର୍କିର୍ ହେଇ ହସିଉଠିଲା ପାର। କିନ୍ତୁ ପାର କାନରେ ଭଦ୍ରାର ଏ ଚିତ୍କାର ନୂଆ ନୁହେଁ। ବୟସ ସେପରି ଅଧିକ ନ ହେଲେ ବି ପାରର ମୁଣ୍ଡ ବାଳଯାକ ଧଳା ହେଇଯାଇଚି। ପାନ ନ ଖାଇବାହେତୁ ଦାନ୍ତଗୋଛାକ ମଧ୍ୟ ତାର ବାଳ କେରାକ ଭଳି ଧୋବ ସରସର। ଏହି ଦୁଇ ଶୁଭ୍ରତାର ସହଯୋଗରେ ଅଦ୍ଭୁତ ଦିଶିଲା ପାରର ଛବି–ତା ଉପରେ ରକ୍ତିମ ଆଲୋକର ତେଜ। ହେଁ କେନ୍ତା ହେଲା... ତୋର କତ୍ରିଆ, ମୋର ବନ୍ଧ୍ ରିଆ ଲୋ ଭଦ୍ରା... ହି ହି ହି... ଆରପଟେ ମଧ୍ୟ ସେହିପରି ଗୋଟିଏ ଦୋକଡ଼ି, ଖାଲି ତାକୁ ବିଚ୍ଛିନ୍ନ କରିଚି ମଝିରେ ପଟେ କାନ୍ଥ। ମାଟି କାନ୍ଥର ସେ ପାଖରେ ଅତ୍ୟାଚାର, ଏ ପାଖରେ ଉପହାସ। ବିଚାରୀ ଭଦ୍ରା! ତଥାକଥିତ ସ୍ଵାମୀ ପାଇଁ କର୍ତ୍ତବ୍ୟ ତୁଲେଇବାରେ ଭଦ୍ରାର ମଧ୍ୟ ଦୋଷ ଅଛି। ମାତ୍ର ତାର ସ୍ଵାଧୀନ ମନକୁ ତଥାକଥିତ ସଭ୍ୟମଣିଷର ଛାଞ୍ଚରେ ଗଢ଼ିବାକୁ ଏ ଯେଉଁ ପ୍ରଚେଷ୍ଟା, ସେଥିରେ ଭଦ୍ରାର ଦୋଷ ନାହିଁ। ତେଣୁ ଭଦ୍ରାର ଜଗତରେ ଏହି ନାଇଡ଼ୁର କି ବିଚାର ହୁଅନ୍ତା, ତାହା ଖାଲି କଳ୍ପନା କରିବାକୁ ହୁଏ। ଅନେକ ଦିନୁ ଘରଦ୍ଵାର ଛାଡ଼ିଚି ଭଦ୍ରା। ତା ସାଙ୍ଗରେ ଆଉ ଆଉ ଯୁବତୀଙ୍କ ପରି ସେ ଦିନେ କାନପାରି ଶୁଣିଥିଲା ପଞ୍ଚଶରର ଡାକ। ସେହି ଡାକର ଉତ୍ତର ଧରି ଦେଖାଦେଇଥିଲା ଜଣେ ଯୁବକ। କିନ୍ତୁ ମନର ସରାଗ ନ ମେଣ୍ଟିବାରୁ ତାକୁ ଛାଡ଼ି ଦେଇଚି ଅଧବାଟରେ। ସଭ୍ୟତାର ସଂସ୍ପର୍ଶରେ ଜୀବନ ଗଢ଼ି ହେବାକୁ ଯାଉଚି, ମାତ୍ର ଆଦିମତାର ଅନ୍ଧାର ଘରର ଅନ୍ଧିସନ୍ଧିରେ ଭର୍ତ୍ତି–ସେହି ଘରର ଝିଅ ଭଦ୍ରା। ବାପ କୁଆଡ଼େ ତାର ଗୌନ୍ତିଆ, କୋଉ ଗାଇସିଲେଟ ଗାଁରେ ତାର ଘର-। ବୃନ୍ତହୀନ ଫୁଲ ପରି ଉଡ଼ି ଉଡ଼ି କେତେ ଜାଗାରେ ସେ ଏହା ଆଗରୁ ରହିଲାଣି। ଏବେ ସେ ଏଇ ନାଇଡ଼ୁ ହାତରେ ପଡ଼ିଚି। ଖୁବ ଟାଣୁଆ ମର୍ଦ୍ଦ ନାଇଡ଼ୁ। ହୃଷ୍ଟପୁଷ୍ଟ। ଶେଷକୁ ପାର କାନ୍ଥ ଉପରକୁ ମୁଁହ ବଢ଼େଇ ଦେଖିଲା ଦୃଶ୍ୟ। ଏଥର ଉପହାସରେ ନୁହେଁ, ରାଗତ ସ୍ଵରରେ କହିଲା... "ହେ ଦାରୀ' ବାବୁ ନାଇଁ ଶୋଇବା କେ... ଆରେ ହେ ମିସ୍ତ୍ରୀ, ଆରେ କାଁ କର୍ଚୁ... ତୁଇ ମାଇଜିର କପଡ଼ା କାଁ କରି ଉତାର୍ଛୁରେ। ଯେନ୍ତା ମରଦ, ସେନ୍ତା ମାଇ। ଛି... ଛି... ଛି ମରନ୍ ନାଇଁ ହବାକେ। ବାବୁ ଝୁମରାଲେନ... ବାବୁର ମା କାଁ ବୋଲୁଛନ୍ ଶୁନତ... " କ୍ରମେ ନୀରବି ଆସିଲା ଚିତ୍କାରର ସ୍ୱର। କିଛି ସମୟ ପରେ ଭଦ୍ରା ହସିବାର ମଧ୍ୟ ଶୁଣାଗଲା। ଶେଷକୁ ଏ ପାଖରେ ପାର ମଧ୍ୟ ହସିଉଠିଲା। ହସି ହସି ସେ ରିତିକାନ୍ତଙ୍କର ସ୍ତ୍ରୀ ପାଖରେ ପହଞ୍ଚି କହିଲା, "ଦେଖ୍ଲ, ବାବୁର ମା, ଦେଖ୍ଲ, ଏ ରାଁଡ଼ି ଇହାଦେ ଘୋଡ଼ାର ବାଗି ହସୁଚେ। " ପୁଅ ଦୁଧଖାଇ କୋଳରେ ଶୋଇପଡ଼ୁ ଥାଏ–ହାତରେ ପଙ୍ଖା ଖଣ୍ଡେ ଧରି ଧୀରେ ପବନ କରୁଥାନ୍ତି ରିତିକାନ୍ତଙ୍କର ସ୍ତ୍ରୀ। ପାରକୁ ପାଟି ବନ୍ଦ କରିବାକୁ ଜନନୀ ଇଙ୍ଗିତ କଲେ। ଭଦ୍ରାର ଗୀତଗାଇ ବୁଲିବା, ନାଚିବା, ଖେଳିବାକୁ ପସନ୍ଦ କରେନା ନାଇଡ଼ୁ। ତାକୁ ଭଦ୍ର, ଭବ୍ୟ କରିବା ପାଇଁ ନାଇଡ଼ୁ ମାଡ଼ ମାରେ। କିନ୍ତୁ ସେ କିପରି ମାଡ଼ ମାରେ, ତାହା କେତେ ଦୂର କାଟେ, ତାହା କେବଳ ଜଣା ନାଇଡ଼ୁ, ଆଉ ଭଦ୍ରାକୁ। ମାତ୍ର ଭଦ୍ରାର ବିକଟ ଚିତ୍କାରରେ ଉତ୍ତର ପାଖର ବୁଧେଇ ମା ଘର, ମଙ୍ଗଳୁ ଧୋବା ଘର, ଆଉ ତା' ସେ ପାଖକୁ ଥିବା କୁମ୍ଭକର୍ଣ୍ଣ ବଢ଼େଇର ଘର ମଧ୍ୟ କମ୍ପିଉଠେ। ସେଦିନ ରାତି ଅଧରେ ଶୁଣାଗଲା ଭଦ୍ରାର ଅପ୍ରୀତିକର ରୋଦନ। ସେଥିରେ ରତିକାନ୍ତଙ୍କ ବର୍ଷକର ଛୋଟ ପୁଅ ପକ୍ଷରେ ଆଉ ବିଛଣାରେ ଶୋଇରହିବା ସମ୍ଭବ ହେଲାନି। ନିଦଭାଙ୍ଗି ସେ ଚିର୍ଚିରେଇ ଉଠିଲା। କିନ୍ତୁ ଉପାୟ ନାହିଁ। ସେହି ଆଦିମ ଦ୍ରାବିଡ଼ ଆଉ ଭଦ୍ରମନ୍ୟ ଲୋକ ନାଇଡ଼ୁର ମାନସିକ ଶାନ୍ତିକୁ କ୍ରୀଡ଼ନକ କରିବାକୁ ଆଜିର ଜ୍ୟୋତ୍ସ୍ନା ଯେପରି ଦେଖାଦେଇଥିଲା ଆକାଶରେ ପାଗଳ ହେଇ। ରତିକାନ୍ତ ମଧ୍ୟ ଉଠିଲେ। ନିରୁପାୟ ହେଇ ସେ ପୁଅକୁ କାନ୍ଧରେ ପକେଇ ପବନରେ ବୁଲେଇ ବୁଲେଇ ପୁଣି ଶୋଇପକେଇବାକୁ ଚେଷ୍ଟାକଲେ।